ଏହି ବିରୋଧ ଭସାଟା ହିଁ ସମ୍ଭବତଃ ଭାରତବର୍ଷର ଜୀବନଟାକୁ ଅତ୍ୟନ୍ତ ବିଡ଼ମ୍ବନାମୟ ହୋଇ ରହିବାରେ ସାହାଯ୍ୟ କରି ଆସିଛି। ଭାରତବର୍ଷର ଜଣ ଜନଗଣଙ୍କୁ ଚାରିରୁ ଚାରି ହଜାର ଜାତିରେ ଆବହମାନ କାଳରୁ ବିଭକ୍ତ କରି ଆସିଥିବା ସମାଜଟାରେ ଆପେ କାହିଁକି ତୁଛାଟାରେ ମାନବିକତା ନାମକ ସେହି ସମ୍ପଦଟିକୁ ଖୋଜିବାକୁ ଯିବା ? ମାନବକୁ ସବୁ ମଣିଷଙ୍କୁ ସବା ବଡ଼ ନିର୍ଣ୍ଣାୟକ ବୋଲି ଘୋଷଣା କରି ଇଉରୋପରେ ଏକଦା କେତେ ବିପ୍ଳବ ହୋଇଛି, ଯାହାଦ୍ୱାରା କି ବିଜ୍ଞାନର ଅସଲ ଆବେଦନଗୁଡ଼ିକୁ ସେଠାରେ ଆବଶ୍ୟକ ସ୍ୱୀକୃତି ଦିଆଯାଇ ପାରିଛି। ମାତ୍ର ଭାରତବର୍ଷର ଅନୁରୂପ ଭାବରେ କେଉଁଠି କ'ଣ ହୋଇଛି ? ନାନାବିଧ ଧୃଷ୍ଟ ବାହ୍ୟାଚାରରେ ଧର୍ମକୁ ନୃଶଂସ କରି ରଖାଯାଇଛି, ଭାଗ୍ୟ ହିଁ ମଣିଷକୁ ସୁଖ ଏବଂ ଦୁଃଖ ଆଣିଦିଏ ଏବଂ ତେଣୁ ସେହି କ୍ଷେତ୍ରରେ ପ୍ରକୃତରେ ଆଦୌ କୌଣସି ହସ୍ତକ୍ଷେପ କରାଯାଇ ପାରିବ ନାହିଁ, ବୋଲି ଆମର ପବିତ୍ର ପୁରାଣରେ କେତେ ନିର୍ମମ ଭାବରେ କହି ଆସିଛନ୍ତି। ଏବେ ମଧ୍ୟ ଭାରତବର୍ଷର ଚତୁର ମଣିଷମାନେ ଅଧ୍ୟାତ୍ମିକ ଦ୍ଵାରା ନୁହେଁ, ପ୍ରୟୋଜନରେ ପଡ଼ି ପୁରାଣ ଦ୍ଵାରା ହିଁ ପରିଚାଳିତ ହେଉଛନ୍ତି। ଆମ ଶିକ୍ଷିତ ସମାଜର ଅସାଧୁମାନେ କେଡ଼େ ବାଗରେ ସେହିସବୁ ପୁରାଣ କାହାଣୀରେ, ଶ୍ରେଷ୍ଠ ପ୍ରଜ୍ଞାମାନ ଖଣି ପଡ଼ି ରହିଛି ବୋଲି ଆମ ପିଲାମାନଙ୍କୁ ଫୁସୁଲେଇବାରେ ଲାଗିଛନ୍ତି। ସ୍ୱାଧୀନତା ପରେ ଭାରତବର୍ଷରେ ଯେ ତେଣୁ ମୁଖ୍ୟତଃ ଏକ ଦାନବୀୟ ଅସାଧୁତା ଏବଂ ଅମାନୁଷିକତା ଜିତି ଜିତି ଆସିଛି, ସେକଥା କ'ଣ କାହାକୁ ବୁଝାଇ କରି କହିବାକୁ ପଡ଼ିବ ? ମାନବିକତା ଏକ ଗୁଣ ନୁହେଁ, ଏହା ଏକ ସମ୍ବନ୍ଧ। ସମାଜରେ ଯଦି ଆମେ ପରସ୍ପରକୁ ସତକୁ ସତେ ଦେଖୁଥାନ୍ତୁ, ତେବେ ଆମ ବ୍ୟବସ୍ଥାଗୁଡ଼ିକ ପ୍ରକୃତରେ କେତେ ଅନ୍ୟ ପ୍ରକାରରେ ହୋଇପାରିଥାନ୍ତା। ବିଗତ ପଚାଶ ବର୍ଷର ସ୍ଵାଧୀନ ଭାରତବର୍ଷରେ କେତେ କ'ଣ ବଦଳି ପାରିଥାନ୍ତା। ଏହି ଦେଶରେ କାଳକାଳରୁ ରାଜତ୍ଵ କରି ଆସିଥିବା ଅସହାୟତା ଗୁଡ଼ିକ ଏଠାରେ କୋଟି କୋଟି ମଣିଷଙ୍କୁ ଆଦୌ ଏପରି ଅସମର୍ଥ ଏବଂ ଭାଗ୍ୟନିର୍ଭର କରି ରଖିନଥାନ୍ତେ। ଏଠି ପ୍ରତ୍ୟେକେ ଆପଣାକୁ ଏକ ସ୍ୱାଧୀନ ଦେଶର ନାଗରିକ ବୋଲି ଅନୁଭବ କରି ନିର୍ଭୟ ହୋଇ ବାଟ ଚାଲି ପାରୁଥାନ୍ତେ। କେହି ପଶୁପରି ସହ୍ୟ କରୁନଥାନ୍ତା ଅଥବା କେହି ପଶୁପରି କଷଣ ଦେଉନଥାନ୍ତା। ବିଦ୍ୟାମାନେ ପ୍ରକୃତରେ ଭିତରକୁ ଭେଦି ପାରୁଥାଆନ୍ତେ ଏବଂ ମନୁଷ୍ୟର ବସ୍ତୁତଃ ବହୁତ କାର୍ଯ୍ୟରେ ଲାଗୁଥାନ୍ତେ। କେହି ଭୟ କରନ୍ତୁ ନାହିଁ ଏବଂ ତେଣୁ ଭୟ ଦେଖାଇବା ମଧ୍ୟ କାହାରି ଧର୍ମ ହୋଇନଥାନ୍ତା। ନିଜ ଆଡ଼କୁ ଅନାଇବା ମାତ୍ରକେ ସମସ୍ତେ ଦିଶି ଯାଉଥାନ୍ତେ। ସେତେବେଳେ ଧର୍ମ ଓ ଧର୍ମାଚରଣ କହିଲେ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ମୂଲ୍ୟବୋଧକୁ ବୁଝାଉ ଥାଆନ୍ତା। ଭଗବାନ ଅତ୍ୟନ୍ତ ପାଖରେ ରହିଥିବା ପରି ଅନୁଭୂତ ହେଉଥାଆନ୍ତେ। ଚାଲାଖମାନେ ଏହି ସଂସାରକୁ ମାୟା ବୋଲି କହି ନିରୀହ ସାଧାରଣମାନଙ୍କୁ ନାନା ଭାବେ ବଂଚିତ କରି ରଖିନଥାନ୍ତେ। ଜ୍ଞାନ ଓ ବିଜ୍ଞାନ ସତକୁ ସତ ମଣିଷମାନଙ୍କର କାମରେ ଲାଗୁଥାଆନ୍ତା ଏବଂ ମନୁଷ୍ୟମାନଙ୍କୁ ନାନା ପାରସ୍ପରିକତା ସୂତ୍ରରେ ବାନ୍ଧି ରଖିଥାନ୍ତା। ତସ୍କରଙ୍କ ପରି ଅଧିକରୁ ଅଧିକ ଆତ୍ମସାତ୍ କରିନେବାରେ ଆଦୌ କୌଣସି ଦୁର୍ବୁଦ୍ଧି ଦେଉନଥାନ୍ତା। ଆମ ଜାତୀୟତାବାଦ ଭୂଇଁ ଛୁଇଁ ରହିଥାନ୍ତା, ବର୍ତ୍ତମାନ ପରି ଲୋକେ ଲୋକଙ୍କୁ ମୋଟେ ମାରଣା କରି ରଖିନଥାନ୍ତା। ସେମାନଙ୍କୁ ସ୍ୱେଚ୍ଛାଚାରୀ ହେବାକୁ ଲାଜ ଲାଗୁଥାନ୍ତା। ପ୍ରତ୍ୟେକ ମନୁଷ୍ୟ ଭିତରେ ମାନବିକ ହେବାର ସମ୍ଭାବନା ଅବଶ୍ୟ ରହିଛି, ମାତ୍ର ତଥାପି ସବୁ ସମାଜରେ ,ମାନବିକତାକୁ ବାଟ ଛାଡ଼ି ଦେବାପାଇଁ ଏକ ଅନୁକୂଳ ଭିତ୍ତିଭୂମିଟିକୁ ସମ୍ଭବ କରି ଆଣିବାରେ ହିଁ ଏଠାରେ ସର୍ବାଧିକ ଶକ୍ତି ଏବଂ ସର୍ବାଧିକ ପ୍ରୟାସ ନିୟୋଜିତ ହୋଇପାରିଥାନ୍ତା। ତାହା ହୋଇପାରିଲା ନାହିଁ। ଉପର ଥାକଗୁଡାକରେ ଅବଜ୍ଞା ହିଁ ବଢ଼ିଲା ଏବଂ ତଳେ ମନୁଷ୍ୟମାନେ ଉପେକ୍ଷିତ ।